ତୁ ନିଶ୍ଚୟ ଆସିବୁ ବୋଉ। ସଦାନନ୍ଦ ହସନ୍ତି କହନ୍ତି, ଦେଖିଲ ପୁଅ ସିନା ନାହିଁ ନହେଲେ ଏ ଝିଅଟା ସାତଟା ପୁଅଠୁଁ ବଳେ। ଆମ ଉତ୍ତୀର୍ଣ୍ଣ ବୟସରେ ଆମକୁ ପାଖେ ପାଖେ ରଖିବାକୁ ସେ କେତେ ବ୍ୟଗ୍ର। ତମେ ଯିବ ନାଁ ମୀନାବୋଉ ଲଣ୍ଡନ? ଲଣ୍ଡନ କଣ, କେଉଁଠି ସେ ଜାଣି ନ ଥିଲେ। ଝିଅ ନ ଯାଏ ନାଁ ସେ ତାହା ନ ଶୁଣନ୍ତି। ସ୍ୱାମୀ ତାଙ୍କୁ ଜୀବନରେ କେତେଟା ଜାଗା ବୁଲାଇ ଦେଖାଇଛନ୍ତି, ହେଲେ ଏଇ ଲଣ୍ଡନ ଯିବାଟା ବାକି ଅଛି। ମନ୍ଦାକିନୀ ମୁହଁ ମୋଡ଼ନ୍ତି। ଜୀବନର ବଡ଼ଦାଣ୍ଡରେ ଖଞ୍ଜଣି ବଜାଇ କୈବଲ୍ୟ କଣିକାଟିଏ ପାଇଁ ଯିଏ ନିରିମାଖି ହୁଏ ସେ କଣ ବୁଝିବ ଏଇ ଲଣ୍ଡନ, ଗବେଷଣା, ଉଚ୍ଚ ଡିଗ୍ରୀର ମୂଲ୍ୟ? ମୀନାକ୍ଷୀ ଯେ ଲଣ୍ଡନ ଯାଇଚି ଉଚ୍ଚଶିକ୍ଷା ପାଇଁ ଲେଉଟିଲେ ଖୁବ୍ ବଡ଼ ପାହ୍ୟାର ଚାକିରି ମିଳିବା ଅସମ୍ଭବ ନୁହେଁ। ଏ କଥା କହି ସଦାନନ୍ଦ ଭାରୀ ଗର୍ବକରନ୍ତି। ସେ ସିନା ପର୍ବତ ପ୍ରମାଣ ପଇସା ଉପାର୍ଜନ କରିଚନ୍ତି ହେଲେ କ୍ଷମତା ମିଳିଛି କେଉଁଠୁ? ଝିଅ,ଜ୍ଵାଇଁ ଦୁହେଁ ତାଙ୍କର ବଡ଼ ପାହ୍ୟାର ରହିବେ, ଅଫିସର ହେବେ। ମନ୍ଦାକିନୀଙ୍କୁ ମଧ୍ୟ ଗର୍ବ କରିବାପାଇଁ ସଦାନନ୍ଦ ଭାରୀ ଉଦବୁଦ୍ଧ କରାନ୍ତି। ତାଙ୍କର କଥା ଶୁଣି ମନ୍ଦାକିନୀଙ୍କ ଛାତି ଫୁଲିଉଠେ। ସତେ ତ ତାଙ୍କରି ଝିଅ, କେତେଆଡ଼େ ତା ନାଁ ପଡ଼ିବ। ହେଲେ ପର ନିମିଷରେ ତାଙ୍କୁ ଯେମିତି କିଏ ବ୍ୟଙ୍ଗ କରେ। କଣ ପାଇଁ ଏ ଗର୍ବ, କଣ ପାଇଁ ସତେ? କଣ ସେ ରଖିଚନ୍ତି? ମନ୍ଦାକିନୀ ଦେଖନ୍ତି ମୀନାକ୍ଷୀ ବହୁ ଦୂରରେ ତାର ଶିକ୍ଷା, କୃତି ସବୁ ଦୂର କେବଳ ସେ ନିଜେ ତାଙ୍କ ପାଖରେ ବିକ୍ଷିପ୍ତ ହୋଇ ଠିଆ ହୋଇଚନ୍ତି। ଏତେ ବଡ଼ କୋଠାର ପ୍ରାଚୁର୍ଯ୍ୟତଳେ ଏକ ନଗଣ୍ୟ ଧୂଳିକଣାଟି ଭଳି ଅସହାୟ ହୋଇ ତାଙ୍କୁ ତ କେହି ସ୍ୱାମୀଙ୍କ ଅର୍ଥ ଅବା ଝିଅର ଶିକ୍ଷା ତାଙ୍କର ସୌଭାଗ୍ୟ ରକ୍ଷା କରି ପାରୁ ନାହାନ୍ତି। ସେ ନିଜକୁ ଆହୁରି ତନ୍ନ ତନ୍ନ ଦେଖନ୍ତି। ଓଃ, କେତେ ଭୀଷଣ, କରୁଣ ଅଥଚ କେତେ ଗଭୀର। ତାଙ୍କର ଏଇ ସତ୍ତା କାହା ସହିତ ତାଙ୍କର ମେଳ ରହୁନି ସବୁ ବେଖାପ ହୋଇ ଯାଉଚି। ଛାଟି ପିଟି ହୋଇ ସେ ସେଠାରୁ ଚାଲିଆସନ୍ତି, ମାତ୍ର କେଉଁଠିକି? ଚାରିପାଖରେ କେବଳ ଶୂନ୍ୟତା,ଚରମଶୂନ୍ୟତା । ଶୂନ୍ୟତାରୁ ପୁଣି ଅନ୍ୱେଷଣ ତାପରେ ନିରୂପାୟ ମନ ଉନ୍ମୁକ୍ତ କରେ ସେହି ଗନ୍ତାଘରର ଦ୍ୱାର। ଆଗେଇ ଆସେ ସେହି ନୃତ୍ୟଶୀଳ ତନୁଟି। ନାଚି ନାଚି, ଢଳ ଢଳ, ଅଭିନବ ରୂପଲାବଣ୍ୟ ଠୁକୁ ଠୁକୁ ସେ ଆଗେଇ ଆସେ। ଦୁଇହାତର ବନ୍ଧନୀଭିତରେ ତାକୁ ତୋଳି ଧରନ୍ତି, ମାତ୍ର କାହିଁ କିଏ? ସେ ଭାସି ଭାସି ଦୂରକୁ ଯାଉଚି। ଛୁଗୁଲଉଚି ସତେକି ନେଇପାରିବୁ? ନେଇପାରିବୁ? ହାତ ବଢ଼ାଇ ପୁଣି ସେ ଧାଆଁନ୍ତି। ପାଇଚି ତତେ, ଏଇ ଅକଳନ ଆଗୁଳତା ଭିତରେ, ଏଇ ଆଲିଙ୍ଗନର ଦିଗନ୍ତସ୍ପର୍ଶ ପିପାସା ଭିତରେ ପାଇଚି, ପାଇଚି ଆଃ ନିଜର ଏଇ ଉତଥାନ ପତନ ଭିତରେ ଅବଲିଳାକ୍ରମେ ସେ କିପରି ବିଛଣା ଧରିଲେ ଏକଥା ସେ ଜାଣନ୍ତି ଆଉ ଜଣେ ମନର ସେହି ନିର୍ଜନ ପୃଥିବୀ ଯେଉଁଠି ଅପରାହ୍ନଣର ଖରା ମଳିନ ପଡ଼ିଚି, ଜଳିବା ଓ ଜାଳିବାର ଉଦ୍ଦାମତା ନାହିଁ। ସବୁ ସ୍ଥିର, ତଥାପି ସେ ସ୍ଥିରତାକୁ ଯିଏ କମନୀୟ କରନ୍ତା, ସେ କାହିଁ? ମନ୍ଦାକିନୀଙ୍କୁ କି ରୋଗ ହୋଇଥିଲା ଏ କଥା କେହି ଜାଣିଲେ ନାହିଁ। ସ୍ଵାମୀ ଭାବନ୍ତି, ମନ୍ଦାକିନୀର କଣ ଏତେ ଶୀଘ୍ର ବାର୍ଦ୍ଧକ୍ୟ ଆସିଗଲା? ଚାକର ପୁଝାରୀ ବିସ୍ମିତ ହୁଅନ୍ତି, ଡାକ୍ତର ଆସି ଦାମି ଦାମି ଔଷଧ ବରାଦ କରନ୍ତି। ଏସବୁ ଭିତରେ ମନ୍ଦାକିନୀଙ୍କ ସତ୍ତା କେଉଁଠି ଛପିଯାଏ, ପ୍ରତିଦିନ ସଦାନନ୍ଦ ଯେତେବେଳେ ତାଙ୍କୁ ପଚାରନ୍ତି କିପରି ଅଛ? ସେ ପ୍ରଶ୍ନର ଉତ୍ତର ହୁଏ ମୀନା ଫେରିବ କେବେ? ସଦାନନ୍ଦ ହତାଶ ହୁଅନ୍ତି। ମନ୍ଦାକିନୀଙ୍କର ବାଚାଳତା ପ୍ରକାଶ ପାଇଲାଣି ଧାଆଁନ୍ତି ଡାକ୍ତର ପାଖକୁ, ଡାକ୍ତର ଆସନ୍ତି। ତାଙ୍କୁ ଦେଖି ମନ୍ଦାକିନୀ କହନ୍ତି ଡାକ୍ତର ତମେ ଏତେ ପାଠ ପଢ଼ିଚ, ଏ ଦେହର ଟିକିନିଖି ସବୁ ଖବର ଜାଣିଚ, ମାତ୍ର ତମେ କେବେ ନିର୍ଜନ ଅପରାହ୍ନଣରେ ଶ୍ରୀକୃଷ୍ଣଙ୍କ ବଂଶୀବାଦନ ଶୁଣିଚ? ବ୍ରଜଧୂଳି ଅଙ୍ଗରେ ବୋଲି, ତମେ କେବେ ମାତାଲ୍ ହୋଇଚ? ଯଶୋଦାଙ୍କ ପ୍ରତୀକ୍ଷାର ସ୍ପନ୍ଦନକୁ ତମେ କେବେ ମାପି ପାରିଚ? ନାଁ ନାଁ ତମେ ପାରନା, ତମେ ସେସବୁ କିଛି ପାରନା । ସଦାନନ୍ଦ ଭାରୀ ବ୍ୟସ୍ତ ହୁଅନ୍ତି ଓ ଝିଅକୁ ଚିଠି ଲେଖନ୍ତି ।